ଏପରିକି ଶ୍ରୀ ସାଙ୍ଗାନ୍ନାଙ୍କ ପରି ଆଦିବାସୀଙ୍କର ସଦିଚ୍ଛାକାମୀ ପର୍ଯ୍ୟାୟରେ ସେ ରହିପାରିଥିବା ଜଣାଯାଉ ନାହିଁ। ଏଇ ଓଡ଼ିଶାରେ ମିସନାରୀମାନେ ଓଡ଼ିଆଙ୍କ ପାଇଁ କାମ କରିଥିଲେ। ଓଡ଼ିଆଙ୍କ ପ୍ରାଣରେ ଚେତନା ଆଣିବାକୁ ସ୍କୁଲ, କଲେଜ, ଡାକ୍ତରଖାନା, ଖେଳପଡ଼ିଆ, କ୍ଳବ୍, ଛାପାଖାନା, ଅଭିଧାନ ଓ ବ୍ୟାକରଣ ଇତ୍ୟାଦି ଅନେକ କଥା କରିଯାଇଛନ୍ତି। ସେମାନେ ଯେଉଁ ଶ୍ରେଣୀର ଅଫିସର ଗୋପୀନାଥ ବାବୁ ଓଡ଼ିଶାରେ ଓଡ଼ିଆଙ୍କ ପାଇଁ ସେହି ଶ୍ରେଣୀର ଅଫିସର ହୋଇଥିଲେ। କିନ୍ତୁ ଭିତରର ସହାନୁଭୂତି ଅଭାବରୁ ସେ ନିଜର କର୍ତ୍ତବ୍ୟ ଦୃଷ୍ଟିରୁ ଯାହା ଯେତିକି କରିବାର କଥା ସେତିକି କରିଛନ୍ତି। ଆଦିବାସୀ ଅଞ୍ଚଳରେ ଅନେକ ପ୍ରକାରର ବିଭାଗର ଅନେକ ପ୍ରକାରର ବିଚକ୍ଷଣତାର ଅଧିକାରୀ ଅଫିସର ଛତିଶି ମସିହାରୁ ତେସ୍ତରୀ ମସିହା ଯାଏ କାମ କରିଛନ୍ତି। ସେଥି ଭିତରେ ଗୁଣୀ, ତତ୍ତ୍ୱାନ୍ୱେଷୀ, କର୍ତ୍ତବ୍ୟନିଷ୍ଠ, ସେବା-ପରାୟଣ, ସଚ୍ଚରିତ୍ର ଓ ଦେଶ-ସେବୀ ମନୋଭାବର ଲୋକ କିଛି କମ୍ ଯାଇନାହାନ୍ତି। କିନ୍ତୁ ଆଦିବାସୀ ସମାଜରୁ ସେମାନେ ନେଲେ କ'ଣ-ଆଉ ତାକୁ ଦେଲେ କ'ଣ? ଗୋପୀନାଥବାବୁ ସେହିପରି ତାଙ୍କର ଦଶବର୍ଷର କୋରାପୁଟ ଜୀବନରେ ଓ ପରବର୍ତ୍ତୀ ସମୟର ଆଦିବାସୀ ବିଭାଗୀୟ ଜୀବନରେ ନେଲେ କ'ଣ-ଆଉ ତା'କୁ ଦେଲେ କ'ଣ? ଫକୀର ମୋହନଙ୍କର ଉପନ୍ୟାସ ମାମୁଁ, ପ୍ରାୟଶ୍ଚିତ ଓ ଛ'ମାଣ ଆଠଗୁଣ୍ଠ ଯେମିତି ସବୁ ଦିନେ ଘଟିବା ପରି ଘଟଣାର ପରିପ୍ରକାଶ ସେହିପରି ଦାଦିବୁଢ଼ା, ପରଜା, ଅମୃତର ସନ୍ତାନ ପ୍ରଭୃତି ଉପନ୍ୟାସ ସେ ବର୍ଣ୍ଣନାବହୁଳ ଚିତ୍ର ଛଡ଼ା ଆଉ କିଛି ନୁହେଁ। ସେହେବ ଲେଖିଛି-ଖରାପ କଥା। ସେ ସେମାନଙ୍କୁ ଶିଖେଇ ଭଣ୍ଡେଇ ଖ୍ରୀଷ୍ଟିଆନ କରିଦବ। ଓଡ଼ିଆ ଲୋକ ଲେଖିଛି-ଭାରି ଭଲ କଥା। ସେମାନଙ୍କର ସମାଜ ବଦଳିଯିବ। ଗୋତି ପ୍ରଥା ଖାଲି କୋରାପୁଟ ଜିଲ୍ଲାରେ ନାହିଁ। ସବୁଆଡ଼େ ଅଳ୍ପ ବହୁତ ଅଛି। କାବୁଲୀ ମହାଜନ କ'ଣ ଗୋନୀନାଥବାବୁ ଭୁବନେଶ୍ୱରରେ ଦେଖି ନାହାନ୍ତି? ଅଭାବର ତାଡ଼ନା ବିଭିନ୍ନ ରୂପ ନେଇଥାଏ। ଆଦିବାସୀ ଯୁବତୀ ଯେମିତି କାମ୍ୟ ଏଠି ନାରୀ ଆମରି ତଥାକଥିତ ମାର୍ଜିତ ପରିବେଶରେ ସେମିତି କାମ୍ୟ। ତଫାତ୍ ଥିଲା ଯେ କୋରାପୁଟରେ କିଛି ଅଧିକ ସ୍ୱାଧୀନତା ଥିଲା। ଏଠି କଟକ ପୁରୀ ଜିଲ୍ଲାରେ ସେହି ସ୍ୱାଧୀନତା ଅଳ୍ପ। ଆଜି ତେସ୍ତରୀ ମସିହାରେ ବାପାର ଚାକିରି ପାଇଁ କିଏ କ'ଣ କରିବାକୁ ରାଜି ସେତକ ଗୋପୀନାଥ ବାବୁଙ୍କୁ ଅଜଣା। ଆଉ ସେହି ସାଧନାରେ କେମିତି ଫଳେ ପୁଷ୍ପେ ଇଚ୍ଛା ଓ ଅନିଚ୍ଛା ସତ୍ତ୍ୱେ ନେଣ ଦେଣ କରିବାକୁ ହୁଏ ସେତକ ମଧ୍ୟ ତାଙ୍କୁ ଅଜଣା। ତେଣୁ ଆଜି ସାହିତ୍ୟିକ ଗୋପୀନାଥବାବୁ ଜଣେ ଅଣ-ସାହିତ୍ୟିକ। ତାଙ୍କର ସହାନୁଭୂତିର ନିର୍ଝର ଶୁଖିଯାଇଛି। ଯାହା ପାଇଥିଲେ ତା'କୁ ନେଇ ସେ ସନ୍ତୁଷ୍ଟ। ଏଇ ତେସ୍ତରୀ ମସିହାର ହୋଲି ଉତ୍ସବରେ ଗୋପୀନାଥବାବୁଙ୍କ ପାଠକ ଯଦି ପ୍ରଶ୍ନ କରେ-ଆପଣ ମହାଶୟ ଜ୍ଞାନୀ ଓ ଅନୁଭବୀ। ସୁସ୍ଥ ଶରୀରରେ ଅଛନ୍ତି। ସୁବିଧାରେ ମଧ୍ୟ ଅଛନ୍ତି। ଜୀବନଯାନ୍ତ୍ରା ଆୟାସସାଧ୍ୟ ସୀମାର ବହୁତ ଊର୍ଦ୍ଧ୍ୱରେ। ଆମର ସୁଖଦୁଃଖର ସମସ୍ୟାକୁ ନେଇ ଆମକୁ ରୂପ ଦେଇ, ପ୍ରାଣ ଦେଇ ଦେଖାଇ ଦିଅନ୍ତୁ ଯେ ସାହିତ୍ୟିକର କଲମର ଝର ଶୁଖେ ନାହିଁ! ସହାନୁଭୂତିର ନିର୍ଝର ଶୁଖେ ନାହିଁ। ସମସ୍ୟାର ସମାଧାନ ହେଇ ନାହିଁ। ଆସନ୍ତୁ- ଗୋପୀନାଥବାବୁ କ'ଣ ଆଗେଇ ଆସିବେ ଏହି ଆହ୍ୱାନ ଗ୍ରହଣ କରିବାକୁ? ଏହି ଆହ୍ୱାନ ଆଜି ମଧ୍ୟ ଅଧିକ ବୟସରେ ତରୁଣ ସୁଲଭ ଉନ୍ମାଦନା ନେଇ ନିଜର ସୀମିତ ଶକ୍ତି ଓ ଉତ୍ସାହ ଭିତରେ କାର୍ଯ୍ୟକାରୀ କରିବାକୁ ବୋଧହୁଏ ଦୁଇଜଣ ରାଜି ହେବେ-ସେ ଦୁହେଁ ହେଲେ ଡକ୍ଟର ମାୟାଧର ମାନସିଂହ ଓ ଡକ୍ଟର